ଛାୟାକୁ ଅପେକ୍ଷା ନ କରି ବାହାରକୁ ଆସିଲେ ଶତ୍ରୁଜିତ୍। ତାଙ୍କର ବାଇକ୍ଟି ସେମାନଙ୍କୁ ନେଇ ଯେତେବେଳେ ପୋଲିସ୍ ଷ୍ଟେସନରେ ପହଞ୍ଚିଲା, ସେତେବେଳକୁ ସାଢ଼େ ଆଠଟା ବାଜୁଥିଲା। ଅଫିସ ପ୍ରକୋଷ୍ଠରେ ଏସ. ପି. ଆଉ ରଜତ ବହିଦାରଙ୍କ ସହିତ ଅନ୍ୟ ଜଣେ ଭଦ୍ରଲୋକଙ୍କୁ ବସିଥିବାର ଦେଖି ବିସ୍ମିତ ହେଲେ ଶତ୍ରୁଜିତ୍। ବସନ୍ତୁ ମିଷ୍ଟର ଶତ୍ରୁଜିତ୍! ସରିତା ବିଷୟରେ କିଛି ସନ୍ଧାନ ପାଇଲେ? ନା। ମିଷ୍ଟର ଶତ୍ରୁଜିତ୍! ଜୟରାମ ମିଶ୍ର କାହାନ୍ତି? ହଠାତ୍ ଅଜଣା ଭଦ୍ରଲୋକଙ୍କ ଗମ୍ଭୀର କଣ୍ଠସ୍ୱରରେ ଟିକିଏ ଚମକିଉଠିଲେ ଶତ୍ରୁଜିତ୍। ସିଧାସଳଖ ଭାବରେ ତାଙ୍କୁ କିଛି ସମୟ ଅନାଇ ରହିବା ପରେ କହିଉଠିଲେଆପଣ? ମୋ କଥାରେ ଉତ୍ତର ଦିଅନ୍ତୁ! ଜୟରାମ ମିଶ୍ର କାହାନ୍ତି? ଆପଣଙ୍କର କୌଣସି ପ୍ରଶ୍ନର ଉତ୍ତର ଦେବାକୁ ମୁଁ ବାଧ୍ୟ ନୁହେଁ, ମିଷ୍ଟର କ'ଣ କହିଲେ, ଆପଣ ମୋ ପ୍ରଶ୍ନର ଉତ୍ତର ଦେବେ ନାହିଁ? ମନେରଖନ୍ତୁ ମୁଁ ଜୟରାମ ମିଶ୍ରଙ୍କର ଆଡ୍ଭୋକେଟ। ତାଙ୍କର ଭଲମନ୍ଦ ପଚାରିବାକୁ ମୁଁ ବାଧ୍ୟ ଓ! ସେଇକଥା କହନ୍ତୁ। ଆପଣ ତା'ହେଲେ ଆଡ୍ଭୋକେଟ ବାନାମ୍ବର ମହାପାତ୍ର? ବାନାମ୍ବର ମହାପାତ୍ର ଶତ୍ରୁଜିତଙ୍କ ଉପରେ ଯେମିତି କ୍ଷୁବ୍ଧ ହୋଇପଡ଼ିଥିଲେ। ସେହିଭଳି ଅବସ୍ଥାରେ ଥାଇ ସେ କହିଲେ-ମିଷ୍ଟର ମିଶ୍ର ଆପଣଙ୍କ ପାଖକୁ ଯିବା ପୂର୍ବରୁ ମୋ ପାଖକୁ ଆସିଥିଲେ, ଆଉ ଆପଣଙ୍କ ପାଖରୁ ସିଧାସଳଖ ଭାବରେ ମୋ ପାଖକୁ ଫେରିଆସିବାର କଥା ରହିଥିଲା। ଅଥଚ ଏପର୍ଯ୍ୟନ୍ତ ସେ ମୋ ପାଖକୁ ଆସିନାହାନ୍ତି। ସକାଳେ ତାଙ୍କ ଘରକୁ ଫୋନ୍କରି ବୁଝିଲି ଯେ ଗତକାଲି ଚାରିଟା ପରଠାରୁ ସେ ଆଉ ଘରକୁ ଫେରିନାହାନ୍ତି। ତୃତୀୟ ଥର ପାଇଁ ପୁଣି ଏକ ଆଘାତର ସମ୍ମୁଖୀନ ହେଲେ ଶତ୍ରୁଜିତ୍। ଜୟରାମ ମିଶ୍ର ଠିକ୍ ସାଢ଼େ ପାଞ୍ଚଟାରେ ମୋ ଅଫିସ ଛାଡ଼ିଥିଲେ। ସେଇଠାରୁ ସିଧାସଳଖ ଭାବରେ ଆପଣଙ୍କ ଘର ପାଖକୁ ଯିବା କଥା ଅଥଚ ଏପର୍ଯ୍ୟନ୍ତ ସେ ନା। ଆପଣ ଭଲ ଭାବରେ ଜାଣିଥିଲେ ସେ କୋଉଭଳି ବିପଦରେ ପଡ଼ିଛନ୍ତି। ଜାଣିଶୁଣି ତାଙ୍କ କେସ୍ ଗ୍ରହଣ କରିବାପାଇଁ ମୋର ସମୟ ନ ଥିଲା। ଠିକ୍ ତା ପୂର୍ବରୁ ଖୁବ୍ ଏକ ଜରୁରୀ କେସ୍ ମୋ ହାତକୁ ନେଇଥିଲି। ତେଣୁ ଡକ୍ଟର ତନ୍ମୟ ମୋର ଅନୁରୋଧକ୍ରମେ ତାଙ୍କ କେସ୍ ନେଇଥିଲେ। କିନ୍ତୁ ମିଷ୍ଟର ମିଶ୍ରଙ୍କର ଅନୁରୋଧ ଥିଲା କେବଳ ସୌଭାଗ୍ୟ ମିଶ୍ରଙ୍କୁ ଗତ ରାତିକ ପାଇଁ ଗାଇଡ୍ କରିବା। କାରଣ ଗୋଟିଏ ରାତି କେବଳ ସୌଭାଗ୍ୟ ମିଶ୍ର ଉପରେ ଧ୍ୟାନ ରଖିପାରିଲେ ଆଜିଠାରୁ ତାଙ୍କ ଉପରେ। ଆଉ ବିପଦ ରହିବ ନାହିଁ। ତେଣୁ ଜୟନ୍ତ ଆଉ ସୁବ୍ରତ ତନ୍ମୟଙ୍କ ନିର୍ଦ୍ଦେଶକ୍ରମେ ସୌଭାଗ୍ୟ ମିଶ୍ରଙ୍କୁ ଜଗିରହିଥିଲେ। ମୁଁ ଏବେ ସମ୍ବାଦ ପାଇଲି ଯେ ସୌଭାଗ୍ୟ ମିଶ୍ର ଗତକାଲି ଛଅଟାବେଳେ ଅଫିସରୁ ଫେରି ନିଜ ଘରକୁ ଯାଇଥିଲେ, ଆଉ ସେଇ ସମୟରୁ ସେ ବାହାରକୁ ବାହାରିନାହାନ୍ତି। ଆଜି ସକାଳେ ସାଢ଼େ ସାତଟା ବେଳେ ନିଜର ଜିନିଷପତ୍ର ଟ୍ୟାକ୍ସିରେ ନେଇ ଷ୍ଟେସନ ଯାଇଛନ୍ତି। ହୁଏତ ତାଙ୍କ ତରଫରୁ ନିଯୁକ୍ତ କେହି ଲୋକ ଜୟରାମବାବୁ ଠିକ୍ ଆପଣଙ୍କ ଘରୁ ଫେରିବା ପରେ ପରେ ଆପହରଣ କରି ନେଇ ପାରିଥାଆନ୍ତି? ଏଥର ଶତ୍ରୁଜିତଙ୍କ ଦୃଷ୍ଟି ସିଧାସଳଖ ଭାବରେ ମିଷ୍ଟର ମହାପାତ୍ରଙ୍କ ଉପରେ ସ୍ଥିର ରହିଲା। ମିଷ୍ଟର ମହାପାତ୍ର! ପ୍ରଥମତଃ ଜୟରାମ ମିଶ୍ରଙ୍କ କେସ୍ ମୁଁ ହାତକୁ ନେଇନାହିଁ। ଦ୍ୱିତୀୟରେ, ତାଙ୍କର ନିର୍ଦ୍ଦେଶ ଯାହା ଥିଲା ତାହା ପାଳନ କରାଯାଇଛି। ତେଣୁ ସେ ବିଷୟରେ ମୁଁ ଆଉ ଅଧିକ ଯୁକ୍ତିତର୍କ ଆପଣଙ୍କ ସହି କରିବାକୁ ଚାହେନା। ତଥାପି ବର୍ତ୍ତମାନ ଚିନ୍ତା କରିବାର ବିଷୟ